କାନ୍ଥରେ ଦୁଇଟା ଛବି। ତା ଉପରେ ଧୂଳିର ଗୋଟାଏ ପ୍ରସ୍ତ ଛବିର ଆକୃତିକୁ ଲୁଚେଇ ଦେଉଛି। ଘର ଭିତର କୋଠରୀକୁ ଯିବାକୁ ବିପରୀତ ଦିଗରେ ଆଉ ଗୋଟିଏ ଦ୍ୱାର ଥିଲା। ବୀର କବାଟ ଠେଲି ଭିତରକୁ ପଶିଲେ। ଦ୍ୱିତୀୟ କୋଠରୀଟିରେ ଦଶା ମଧ୍ୟ ପ୍ରଥମ କୋଠରୀ ପରି; କିନ୍ତୁ ଅଳ୍ପ ପରିସ୍କାର ପରିଚ୍ଛନ୍ନ ଥିଲା। ମେଜ ଚୌକୀ ଇତ୍ୟାଦି ନ ଥାଇ ଗୋଟିଏ ପୁରୁଣା କ୍ୟାନଭାସ୍ ଖଟ ଉପରେ ମଇଳା ଚାଦର ବିଛା ହୋଇଛି। ତାହା ଜୀର୍ଣ୍ଣ ଶୀର୍ଣ୍ଣ, ଅସ୍ଥିକଙ୍କାଳସାର ଜଗନ୍ନାଥ ତାଙ୍କ ଉପରେ ପଡ଼ି ଅସ୍ପଷ୍ଟ ଆର୍ତ୍ତ ଚିତ୍କାର କରୁଛନ୍ତି। ବୀର ହଠାତ୍ ଘର ଭିତରକୁ ପଶି ଆସି ଜଗନ୍ନାଥକୁ ଖଟ ଉପରେ ଦେଖିବାକୁ ପାଇ ଚିହ୍ନି ପାରିଲେନାହିଁ। ନିକଟକୁ ଯାଇ ଦେଖିଲେ, ସେ ପ୍ରକୃତ ଜଗନ୍ନାଥ। କିନ୍ତୁ ତା'ର ଆଉ ସେ ପୂର୍ବ ରୂପ ନାହିଁ। ରଙ୍ଗ କଳା। ଆଖି କୋଟର ଭିତରକୁ ପଶିଯାଇଛି। ଗାଲର ହନୁ ହାଡ଼ ଦୁଇଟା ପଦାକୁ ବାହାରି ପଡ଼ିଛି। ମୁହଁର ଚେହେରା ଭୟଙ୍କର। ଠିକ୍ ଗୋଟାଏ ହାଡ଼ଗିଳା ଭୂତ ପରି। ହାତ ଓ ଗୋଡ଼ର ହାଡ଼ ଉପରେ ଦୁଇଖଣ୍ଡ ଚମ ଘୋଡ଼ାଇ ହୋଇ ରହିଛି। ଜଗନ୍ନାଥ ବିଛଣାରେ ପଡ଼ି ଅତିରିକ୍ତ ବେଦନାରେ ଛଟପଟ ହୋଇ ଅଧୀର ଭାବରେ କାନ୍ଦୁଛି। ପାଖରେ କେହି ନାହିଁ। ବୀରବାବୁ ଆଶ୍ଚର୍ଯ୍ୟ ଭାବରେ ଚାହିଁ ରହିଲେ। କିପରି ଏପରି ଦୁର୍ଦ୍ଦଶା ହେଲା କିଛି ବୁଝି ପାରିଲେ ନାହିଁ। ବ୍ୟାଗ୍ ଟା ତଳେ ଥୋଇ ଦେଇ ନଇଁପଡ଼ି "ଜଗନ୍ନାଥ" ବୋଲି ଡାକିଲେ। ଜଗନ୍ନାଥ ଅଚିହ୍ନା ପରି ମୁହଁକୁ କେବଳ ଚାହିଁ ରହିଲେ। ବୀରକୁ ଚିହ୍ନି ପାରିଲେ ନାହିଁ। କ'ଣ କହିବାକୁ ଉପକ୍ରମ କରି କଣ୍ଠ ତାଙ୍କର ରୁଦ୍ଧ ହେଲା। ଖାଲି ଅର୍ଥଭରା ଦୃଷ୍ଟିରେ ଅସହାୟ ଭାବରେ ଚାହିଁ ରହିଲେ। ବୀରବାବୁଙ୍କ ଆଖିରୁ ଦୁଇଧାର ଲୁହ ଗଡ଼ି ପଡ଼ିଲା। ବୀର ସେଠାରୁ ଉଠିଯାଇ ଅଗଣାରେ ପ୍ରବେଶ କଲେ। ଦେଖିଲେ ରନ୍ଧାଘର ଭିତରେ ଗୋଟିଏ ଯୁବତୀ ବାଳିକା। ରୁପରୁ ପଠାଣ ବାଳିକା ପରି ଅନୁମତି ହେଉଛି। ଗୋଟିଏ ମୋଟା ମଇଳା ବିଲାତି ଧୋତି ପିନ୍ଧିଛି। ତାହାର ସ୍ଥାନେ ସ୍ଥାନେ କଳା, ହଳଦୀ ଓ। ହାତପୋଛା ଦାଗ। ଅସଂଖ୍ୟ ରୂପାର ପାତିଆ− କାନଟାକୁ ଛାଇ ଦେଇଛି। ହାତରେ ଜର୍ମାନୀ ସିଲ୍ଭରର ଚାରି ଚାରି ପଟ ଚୁଡ଼ି। ମୁଣ୍ଡ ଝାଟୁଆ। ଛୋଟ ଛୋଟ ବାଳ କପାଳ ଓ ମୁହଁକୁ ଘୋଡ଼ାଇ ପଡ଼ି ବଡ଼ ବିଚିତ୍ର ଦେଖାଯାଉଛି। ବାଳିକାର ବର୍ଣ୍ଣ ଶ୍ୟାମଳ। ଚେହେରା ମନ୍ଦ ନୁହେଁ। ବେଶ୍ ମୋଟା ଶରୀର। ସେ ଧୂଆଁ ଜ୍ୱାଳାରୁ ରନ୍ଧାଘରୁ ବାହାରି ପଡ଼ି ହଠାତ୍ ସମ୍ମୁଖରେ ପରିଷ୍କାର ପୋଷାକ ପିନ୍ଧା ବାବୁଜଣଙ୍କୁ ଦେଖି ଚମକି ପଡ଼ି ଠିଆ ହୋଇ ରହିଲା। କିଛିକ୍ଷଣ ପରେ ସାହାସ କରି ବାଳିକଟି ପଚାରିଲା "ଆପଣ କିଏ? " ବୀରବାବୁ ତାହାର ପ୍ରଶ୍ନରେ ପ୍ରଥମେ କିଛି ଉତ୍ତର ଦେଇ ନ ପାରି ପଚାରିଲେ "ତୁ ଏଠାରେ କ'ଣ କରୁଚୁ? ଏଠାରେ ଜଗନ୍ନାଥ ବାବୁ ଅଛନ୍ତି କି? ତୁ କଣ ଜଗନ୍ନାଥ ବାବୁର ରାନ୍ଧୁଣୀ? " ଅବଶ୍ୟ ସେ ବଙ୍ଗଳାରେ ପ୍ରଶ୍ନ କଲେ। କାରଣ ବାଳିକାଟି ବଙ୍ଗଳାରେ ପ୍ରଶ୍ନ କରିଥିଲା। ସେ ବୀରବୀବୁଙ୍କ କଥା ଶୁଣି ହଠାତ୍ ଆଶ୍ଚର୍ଯ୍ୟ ହୋଇ କହିଲା ସେ ଜଗନ୍ନାଥ ବୋଲି କାହାକୁ ଚିହ୍ନେନାହିଁ। ସେଠାରେ ଯୋନାଥନ୍ ପାତ୍ର ନାମରେ ଜଣେ ଖ୍ରୀଷ୍ଟିୟାନ୍, ତାଙ୍କ ଘରେ ଭଡ଼ାରେ ଥାଇ ବେରାମ ପଡ଼ିଛି। ସେ ଗୃହକର୍ତ୍ତାର କନ୍ୟା। ସେମାନେ ଜାତିରେ ମୁସଲମାନ୍। ତାହାର ବାପ ବବୁର୍ଚ୍ଚି ବବୁର୍ଚ୍ଚି କାମ କରେ। ବୀରବାବୁ ଶୁଣି ଅବାକ୍ ହେଲେ। କି ଉତ୍ତର ଦେବେ ଭାବି ପାରିଲେ ନାହିଁ। ବାଳିକାଟି ଉତ୍ତରର ଅପେକ୍ଷା ନ କରି ରନ୍ଧା ଘର ଦ୍ୱାର ଦେଇ ସାମନା କବାଟ ବାଟେ ଅନ୍ୟ ଏକ ଗୃହରେ ପ୍ରବେଶ କଲା। ବୀର ବାବୁ ହତବାକ୍ ହୋଇ ଛିଡ଼ା ହୋଇ ରହିଲେ। କିଛିକ୍ଷଣ ପରେ ଜଣେ ଦାଢ଼ିଆ ପଠାଣ ଆସି ବୀରବୀବୁଙ୍କ ସମକ୍ଷରେ ଉପସ୍ଥିତ ହେଲେ। ତାଙ୍କ ବୟସ ପ୍ରାୟ ଚାଳିଶି ପାର ହୋଇଗଲାଣି। ଦୀର୍ଘକାର, କୃଷ୍ଣ ବର୍ଣ୍ଣ ଯମାକୃତି ପଠାଣଟି ବୀରବାବୁଙ୍କ ସମ୍ମୁଖକୁ ଆସି ତାହାର ଯୁବତୀ କନ୍ୟା ସହିତ ବାକ୍ୟାଳାପ ଦୋଷରେ ବୀରବାବୁଙ୍କୁ ଉର୍ତ୍ସନା କରିବାକୁ ଲାଗିଲା। ବୀରବାବୁ କିଛି ବୁଝିପାରିଲେ ନାହିଁ। ଅଜଣା ରାଜ୍ୟକୁ ଆସି ଏପରି ବିପଦରେ ପଡ଼ିବାକୁ ହେବ ବୋଲି ସେ କଳ୍ପନା ସୁଦ୍ଧା କରି ନ ଥିଲେ।